କେଉଁ ସମୟରେ ଆରମ୍ଭ ହେବ ତାହା ନିଶ୍ଚିତ କରାଯାଉଥିଲା। ଏଥିପାଇଁ ବର୍ତ୍ତମାନର ଭୂମିକମ୍ପ ବିଜ୍ଞାନ ଓ ସଂପର୍କିତ ବିଜ୍ଞାନର ଧାରାକୁ ବିଚାରକୁ ନିଆଯାଉଥିଲା। ସମ୍ଭବତଃ ପ୍ରାଚୀନ କାଳରେ ପ୍ରାକୃତିକ ଶକ୍ତିଗୁଡ଼ିକର ଅନୁଶୀଳନ କରାଯାଇ ଏହି ବୈଜ୍ଞାନିକ ପଦ୍ଧତି ତଥା ନିୟମାବଳୀ ପ୍ରଣୟନ କରାଯାଇଥିଲା। ମୁଖ୍ୟ ସ୍ଥପତି କର୍ତ୍ତାଙ୍କ ଆଦେଶାନୁସାରେ ମନ୍ଦିରର ଏକ ଆନୁମାନିକ ଓ ଆନୁପାତିକ ନକସା ପ୍ରସ୍ତୁତ କରୁଥିଲେ। ଏହି ନକସା ପାରମ୍ପରିକ ଗାଣିତିକ ଏବଂ ଜ୍ୟାମିତିକ ନିୟମ ପ୍ରୟୋଗ କରି ତିଆରି ହେଉଥିଲା। କେତେକ ମନ୍ଦିରରେ ଏହାର ଏକ ଛୋଟ ପ୍ରତିରୂପ ନକସା କାନ୍ଥ ବା ମନ୍ଦିର ପ୍ରାଙ୍ଗଣରେ ରଖାଯାଇଥାଏ।ପୋତା ଓ ପୀଠ ପ୍ରଣାଳୀ ବିଷୟରେ ଗବେଷଣା କରି ତଥା ପାରମ୍ପରିକ ପ୍ରସ୍ତର ବିନ୍ୟାସର ଅନୁଧ୍ୟାନ କଲେ ମନ୍ଦିରର ଭିତ୍ତି କିପରି ପ୍ରସ୍ତୁତ ହୁଏ ସେ ବିଷୟରେ ଅନେକ ତଥ୍ୟ ମିଳିଥାଏ। ପ୍ରଥମେ ଏକ ବର୍ଗାକାର ବା ଆୟତାକାର କ୍ଷେତ୍ର ନିରୂପଣ କରାଯାଇ ଖନନ କାର୍ଯ୍ୟ ଆରମ୍ଭ ହୁଏ। ଏହି କ୍ଷେତ୍ରର ମଧ୍ୟଭାଗରେ ନାଗବନ୍ଧନୀ ସ୍ଥାପନ କରାଯାଏ। ଏହି ପତାର ଗଭୀରତା ସାଧାରଣତଃ ସମତଳ ଭୂମିରୁ ମନ୍ଦିର ଉଚ୍ଚତାର ଏକ ତୃତୀୟାଂଶ ହୋଇଥାଏ। ଏହାର ପ୍ରସ୍ଥ ମନ୍ଦିରର ମୋଟ ବ୍ୟାସଠାରୁ ମଧ୍ୟ ଅଧିକ ରଖାଯାଏ।ପୋତାର ସବୁଠାରୁ ତଳ ଭାଗରେ ଟାଣ ପଥରର ଏକ ସ୍ତର ପ୍ରସ୍ତୁତ କରାଯାଏ। ଏହାପରେ ସମାନୁପାତରେ କଟାଯାଇଥିବା ଟାଣ ପଥର ଦ୍ୱାରା ପୋତାର କାନ୍ଥ ନିର୍ମିତ ହୁଏ। କାନ୍ଥ ଓ ଖୋଳାଯାଇଥିବା ଗର୍ତ୍ତ ମଧ୍ୟବର୍ତ୍ତୀ ଖାଲି ସ୍ଥାନକୁ ମାଟିରେ ଭଲଭାବେ ପୋତି ସମତୁଲ କରାଯାଏ। ଏହାପରେ ଅଷ୍ଟଦଳ ପଦ୍ମ ଚକଡ଼ା ନିଜର ନିର୍ଦ୍ଦିଷ୍ଟ ସ୍ଥାନରେ ଅବସ୍ଥାପିତ ହୁଏ। ଗର୍ତ୍ତର ମଧ୍ୟଭାଗରେ ଥିବା ବର୍ଗାକାର କିମ୍ବା ଆୟତାକାର ପ୍ରସ୍ତର ସଜ୍ଜାରେ ଆଠଟି ପଦ୍ମ ପାଖୁଡ଼ା ଖୋଦିତ ହୋଇଥାଏ। ଏହି ପାଖୁଡ଼ାଗୁଡ଼ିକ ଉତ୍ତର ଉତ୍ତରପୂର୍ବ ପୂର୍ବ ଦକ୍ଷିଣ ପୂର୍ବ ଦକ୍ଷିଣ ଦକ୍ଷିଣ ପଶ୍ଚିମ ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗ ସହିତ ସମରେଖ ହୋଇଥା ରହିଥାନ୍ତି। ଅଷ୍ଟଦଳ ପଦ୍ମ ଚକଡ଼ାର ପ୍ରତି ନବେ ଡିଗ୍ରୀରେ ଥିବା ଅକ୍ଷକୁ ରେଖ ବା ମେରୁ କୁହାଯାଏ। ପାରମ୍ପରିକ ଭାବେ ଏହିପରି ବିନ୍ୟାସକୁ ଶଙ୍କୁ ବୋଲି କୁହାଯାଏ।ତାପରେ ସେହି ପୋତାଟିକୁ ବଡ଼ ବଡ଼ ପଥର ଓ ମାଟି ଦ୍ୱାରା ଭର୍ତ୍ତି କରି ହାତୀ ସହାୟତାରେ ଭଲଭାବେ ଦଳନ କରାଯାଉଥିଲା। ତାହା ଉପରେ ଆଉ ଏକ ପଥର ସ୍ତର ବିଛାଯାଇ ପୀଠ ନିର୍ମାଣ କରାଯାଏ ଯାହା ମନ୍ଦିରର ମୁଖ୍ୟ ଭିତ୍ତିଭୂମି ଅଟେ। ଶଙ୍କୁକୁ ଗର୍ଭଗୃହର କେନ୍ଦ୍ରରେ ରଖି ମୁଖ୍ୟ ସ୍ଥପତି ଓ ସୂତ୍ରଗ୍ରହଣୀ ମନ୍ଦିରର ଭୂ ନକସା ତିଆରି କରୁଥିଲେ। ପ୍ରାଚୀନ ମନ୍ଦିରଗୁଡ଼ିକରେ ସଠିକ୍ ଅନୁପାତ ବଜାୟ ରଖିବା ପାଇଁ ଅତି ଜଟିଳ ଜ୍ୟାମିତିକ ସଂରଚନା କରାଯାଉଥିଲା। ଏହି ଭୂ ନକସାର ପ୍ରକୃତ ଉଦ୍ଦେଶ୍ୟ ଥିଲା ଏକ ସୁଦୀର୍ଘକାଳୀନ ତଥା ସ୍ଥାୟୀ ମନ୍ଦିର ନିର୍ମାଣ କରିବା। ଏହାପରେ ବାର୍ଦ୍ଧଣିକମାନେ ମୂଳ ପଥର ସ୍ଥାପନ କାର୍ଯ୍ୟ ଆରମ୍ଭ କରୁଥିଲେ।ଓଡ଼ିଶାର ମନ୍ଦିର ସ୍ଥାପତ୍ୟ କଳା ଅନେକ ଶତାବ୍ଦୀ ଧରି ବିକାଶ ଲାଭ କରିଛି। ନିର୍ଭୁଲ ତଥା ଶୃଙ୍ଖଳିତ ସ୍ଥାପତ୍ୟ ନିୟମାବଳୀ ସହିତ କାରିଗରମାନଙ୍କ କଳ୍ପନା ପ୍ରବଣତା ଏହାକୁ ଯୁଗ ଯୁଗ ଧରି ଜୀବନ୍ତ ରଖିଆସିଛି। ଓଡ଼ିଶାର ଦେଉଳର ଗଠନକୁ ମନୁଷ୍ୟ ଶରୀର ସହ ତୁଳନା କରାଯାଇଛି। ମୁଖ୍ୟ ମନ୍ଦିରର ଗଠନକୁ ବାଡ଼ ଗଣ୍ଡି ଓ ଚୁଳ ଏହିପରି ତିନୋଟି ମୁଖ୍ୟ ଭାଗରେ ବିଭକ୍ତ କରାଯାଇଛି। ପଦ୍ମଗର୍ଭ ରଥଯୁକ୍ତ ମେରୁ ଶୈଳୀରେ ନିର୍ମିତ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ରେଖ ଦେଉଳ ଶ୍ରେଣୀଭୁକ୍ତ। ସେହିପରି ଦ୍ୱିଚାଳିଆ ନଅଚାଳିଆ କାଠଚାଳିଆ ଘଣ୍ଟଶ୍ରୀମୋହନ ଓ ନଡ଼ୁମୋହନ ଆଦି ପୀଢ଼ ଦେଉଳ ଶୈଳୀର ପ୍ରମୁଖ ଉଦାହରଣ ହେଉଛି କୋଣାର୍କର ସୂର୍ଯ୍ୟ ମନ୍ଦିରର ଜଗମୋହନ। ଏତଦ୍ ବ୍ୟତୀତ ଭୁବନେଶ୍ୱରର ବଇତାଳ ଦେଉଳ ଚଉରାଶିର ବରାହୀ ଦେଉଳ ଏବଂ ପୁରୀ ଜିଲ୍ଲା ବୟାଳିଶବାଟିର ଗଙ୍ଗେଶ୍ୱରୀ ମନ୍ଦିର ଖାକରା ଶୈଳୀର ପ୍ରମୁଖ ନିଦର୍ଶନ ଅଟନ୍ତି।